ବିନା କାରଣରେ ହସିବାକୁ ଇଚ୍ଛା ହେଉଛି। ସେ ହସୁଛି ପାଗଳ ହୋଇ, ବିଭୋର ହୋଇ। ରୂପତୃଷ୍ଣା ତାର ମେଣ୍ଟିଗଲା। ତାହାହେଲେ ଏମିତି ହସ ହସିବ ନାହିଁ କାହିଁକି? ଅଶୋକ ପାତ୍ର ନୂତନ ବନ୍ଧୁଦ୍ୱୟଙ୍କ। ସଙ୍ଗରେ ଚନ୍ଦ୍ର କିରଣ ସ୍ନାତ କୃଷ୍ଣପ୍ରସାଦ ଦେଖିବାକୁ ମନସ୍ଥ କଲେ। ପୋଖରୀ ଉପରେ ଚନ୍ଦ୍ର କିରଣର ପ୍ରତିବିମ୍ୱଟା କମ୍ ସୁନ୍ଦର ଦେଖା ଯାଉ ନଥିବ! ଆଉ ଚିଲିକା ଭିତରେ? ଚିଲିକା ଏଇନେ ରଜତ–ସ୍ନାନ କରୁଥିବ। ପକ୍ଷୀର କଳଗୁଞ୍ଜନରେ ଚିଲିକାର ରିଙ୍ଗ୍ବନ୍ଧଟା ଉଲ୍ଲସିତ ହୋଇ ଉଠିଥିବ। ପକ୍ଷୀ ଦମ୍ପତି ପ୍ରେମାଳାପରେ ବ୍ୟସ୍ତ ଥିବେ। ଆଉ ଟିକି ଟିକି ଚାହା ଚଢ଼େଇ ଟିକ୍ଟିକ୍ ଆବାଜ କରି ଆକାଶକୁ ଉଡ଼ି ଯାଉ ଯାଉ କହୁଥିବ ଆମେ ସବୁ ଦେଇଛୁଁ। ଲୁଚାଇବ କଣ? '' ପୁଣି ସେହି ହସ, ସେହି ଜମକ। ପାରିକୁଦରେ ରାତ୍ରି ହେଲା। ପାରିକୁଦର ରାତ୍ରିଟା ଚିଲିକା ସେ ପାଖର ବାଲୁଗାଁ କିମ୍ୱା ରମ୍ଭାରାତ୍ରିଠାରୁ ସମ୍ପୂର୍ଣ୍ଣ ପୃଥକ୍-। ବାଲୁଗାଁରେ ରାତ୍ରି ହେଲେ ବି ଜନଗହଳି ହଠାତ୍ କମିଯାଏ ନାହିଁ। ସିନେମା ହଲ୍ର ଫାଷ୍ଟ୍ ସୋ' ସିନେମା ସଙ୍ଗୀତ, ରାତିକୁ ସର୍ବପ୍ରଥମ ଶୁଭେଚ୍ଛା ଜଣାଇ 'ଲାଷ୍ଟ୍ ସୋ' ପର୍ଯ୍ୟନ୍ତ ଆପ୍ୟାୟିତ କରେ। ତା'ପରେ ରାସ୍ତାଧାରର ମୋଟର, ରିକ୍ସା, ସାଇକଲ ଅଧରାତି ଗଡ଼ିଲା ଯାଏ ତାର ସାଥି ହୁଅନ୍ତି। ମଝିରେ ମଝିରେ ଅଫିସ୍ ଘଣ୍ଟା ବାଜି ସୂଚେଇ ଦିଏ, ''ବାଲୁଗାଁର ସଭିଏଁ ଶୋଇ ନାହାନ୍ତି। ମୋରି ପରି ଆହୁରି ଅନେକ ଲୋକ ଚେତା ଅଛନ୍ତି। '' ରାତ୍ରି ବଢ଼ିବା ସଙ୍ଗେ ସଙ୍ଗେ ନିର୍ଜନତା ବୃଦ୍ଧି ପାଉଥିଲେ ବି ପାରିକୁଦ ପରି ହଠାତ୍ ନୀରବ, ନିଃସଙ୍ଗ ହୋଇ ଯାଏନାହିଁ। ପାରିକୁଦ, ରାତ୍ରିର ପ୍ରଥମ ପ୍ରହରରେ ନିଶବ୍ଦ ଜଣା ପଡ଼ୁଥିଲା। କୃଷ୍ଣପ୍ରସାଦର ପୁରୁଷ ସ୍ତ୍ରୀ ବିଶ୍ରାମ ପାଇଁ ପ୍ରସ୍ତୁତ ହେଉଥାନ୍ତି। କିନ୍ତୁ ଅଶୋକ ପାତ୍ର ନୂତନ ସାଥି ମେଳରେ ଗହନ ରାତ୍ରିର ବିଶ୍ରାମ କଥା ଭୁଲି ଯାଇଥିଲା। ନୂତନ ବନ୍ଧୁ ଦି'ଜଣକ ବି କଥା ଭାଷାରେ ନିମଗ୍ନ ଥାନ୍ତି। ସମୟଜ୍ଞାନ ଦୂରେଇ ଯାଇଥାଏ। ଅବଶେଷରେ ଅଶୋକ ପାତ୍ର ନିର୍ବାଚନ ସହକର୍ମୀ ଦ୍ୱୟ ଫେରିଲେ। ସେମାନଙ୍କ ମୁହଁ ଓ ଆଖି କହୁଥାଏ କୃଷ୍ଣପ୍ରସାଦ ଓ ତତ୍ସଂଲଗ୍ନ ଛୋଟ ଛୋଟ ଗାଁ କେଇଟିକୁ ସେମାନେ ମନଭରି ଉପଭୋଗ କରିଛନ୍ତି। ସୁଯୋଗର ପ୍ରତିଟି ମୁହୂର୍ତ୍ତକୁ ବିନିଯୋଗ କରି ଜୀବନକୁ ଧନ୍ୟ କରିଛନ୍ତି। ଏଇନେ ହୁଏତ ଗାଁ ମଶାଣିରେ ଡାହାଣୀ ନିଆଁ ଜଳୁଥିବ। ପ୍ରଥମ କରି ଗୁଣିଆ ଶିଖୁଥିବା ଛାତ୍ର ଉଲଗ୍ନ ହୋଇ ମଶାଣୀରେ ବୁଲୁଥିବ। ଶୃଗାଳ ଓ ଛଞ୍ଚାଣମାନେ ନୂତନ ମଢ଼ା ଅନ୍ୱେଷଣ କରୁଥିବେ। ନୂଆ ଲୋକ କେଇଜଣ ଆସିଛନ୍ତି ବୋଲି ସେ ରାତ୍ରିରେ ଲୁଣ୍ଠନ ଧରି ଗାଁର କେତକ ବିଶିଷ୍ଟ ଭଦ୍ରଲୋକ ଆସିଥିଲେ। ନିର୍ଜନ ସ୍କୁଲ ହୋଷ୍ଟେଲ୍ଟି ବିଭିନ୍ନ ଆଲୋଚନା ଓ ହସ ଖୁସିରେ ପ୍ରତଧ୍ୱନିତ ହୋଇ ଉଠିଲା। ରାତି ଅଧର ଆଲୋଚନା ବେଳେ ବେଳେ ଖୁବ୍ ଜମେ। ଆଲୋଚନା ନିଶାରେ ଆକ୍ରାନ୍ତ ହୋଇ ଅଂଶ ଗ୍ରହଣକାରୀମାନେ ସମୟର ସ୍ଥିତିକୁ ଭୁଲି ଯାଆନ୍ତି। ସେଦିନ ସେମାନଙ୍କ ଭିତରେ ଠିକ ସେଇକଥା ପଡ଼ିଥିଲା। ମିଶ୍ରବାବୁ 'ଖଟ-ପାଚେରୀ' କଥା କହୁ କହୁ ଆହୁରି ଗୁଡ଼ିଏ ଯୁକ୍ତି ହେଲା। ଗୁଣିଆ ଓ ମନ୍ତ୍ର ବିଷୟରେ ଯିଏ ଯାହା ଜାଣିଥିଲେ କହିଲେ। ତା'ପରେ ପରେ ପଡ଼ିଲା ଜୀବନ ଦର୍ଶନ କଥା। ମୃତ୍ୟୁପରେ ପୁନର୍ଜନ୍ମ ଅଛି କି ନାହିଁ ସେ ସମ୍ୱନ୍ଧରେ ଅନେକ ସୂକ୍ଷ୍ମ ଆଲୋଚନା ହେଲା। କିନ୍ତୁ ରାତି ଗୋଟାକ ଭିତରେ କଣ ଏତେ ବଡ଼ ସମସ୍ୟାର କିଛି ଏକ ସିଦ୍ଧାନ୍ତ କରିହୁଏ? ଏଇ ପ୍ରଶ୍ନଟାକୁ ଅନୁଶୀଳନ କରୁ କରୁ ଶହ ଶହ ବର୍ଷ ବିତିଯାଇଛି। ଯୁଗ ପରେ ଯୁଗ ବହି ଯାଇଛି। ତଥାପି ସ୍ଥିର ସିଦ୍ଧାନ୍ତରେ କେହି ପହୁଞ୍ଚି ପାରିନାହିଁ। ହିନ୍ଦୁ ଦର୍ଶନ ପୁନର୍ଜନ୍ମ ଉପରେ ବିଶ୍ୱାସ କଲେହେଁ, ମୁସଲମାନେ ଶାସ୍ତ୍ର ହିନ୍ଦୁଦର୍ଶନର ଅନୁରୂପ ପୁନର୍ଜନ୍ମକୁ ବିଶ୍ୱାସ କରୁନାହିଁ। ପାଶ୍ଚାତ୍ୟ ଦେଶର ପୁଣି ପୃଥକ୍ ବିଶ୍ଳେଷଣ। ଆଙ୍ଗୁଠି ବଢ଼ାଇତ କିଛି ଗୋଟିଏ ଜିନିଷ ଦେଖାଇ ଦିଆଯାଇ ପାରିବ ନାହିଁ! ସବୁ ଧର୍ମ ଓ ବିଶ୍ୱାସ ଉପରେ ନିର୍ଭର କରୁଛି। ଚାହିଁଲେ ରହିଲା, ନ ଚାହିଁଲେ ବାଏଁ ବାଏଁ ଉଡ଼ିଗଲା। ଆଲୋଚନା ମାନ୍ଦା ପଡ଼ି ଆସିଲା ବେଳେ କୃଷ୍ଣପ୍ରାସାଦର ଶିକ୍ଷକ-ବନ୍ଧୁ ପଟ୍ଟନାୟକ ବାବୁ ସମୟ କଥା ସୂଚେଇ ଦେଲେ। ସେଦିନର ଆଲୋଚନା ସେତିକିରେ ଶେଷ ହେଲା। ଅନ୍ୟାନ୍ୟମାନେ ସ୍କୁଲ ଘରୁ ବିଦାୟ ନେଲାବେଳେ କହିଗଲେ, 'ଆଜି ରାତିଟା ସବୁଦିନକୁ ମନେ ରହିବ। ' କିନ୍ତୁ କିଏ ଜାଣେ ମନେ ରହିବ କି ନାହିଁ?